ନିର୍ଦ୍ଧାରିତ ସମୟ ନିକଟ ହୋଇ ଆସୁଥିଲା। ସେ ମଣିବନ୍ଧ ଉପରେ ଥିବା ଘଣ୍ଟାରେ ଘନ ଘନ ଦୃଷ୍ଟିନିକ୍ଷେପ କରୁଥିଲେ। ଦଳପତିଙ୍କ ଉପରେ ସେ ମନେ ମନେ ବିରକ୍ତ ହୋଇ ଉଠୁଥିଲେ। ଧନୀରାମଙ୍କ ପରି ଜଣେ ଦୁର୍ଦ୍ଦାନ୍ତ ଲୋକର ଲୁସି ହାତରେ ଛାଡ଼ିଦେବା ତାଙ୍କର ଉଚିତ ହେଲା ନାହିଁ। ଆଉ ମାତ୍ର ମିନିଟିଏ। ଉଦ୍ବିଗ୍ନ ହୋଇ ଉଠିଲେ ସେ। ଆଉ ବାହାରକୁ ଯିବାର ଉପାୟ ନାହିଁ; ଅଥଚ ଲୁସି ଏ ପର୍ଯ୍ୟନ୍ତ ଫେରିଲା ନାହିଁ। ପୁଣି ଥରେ ତାଙ୍କର ଦୃଷ୍ଟି ସଦସ୍ୟମାନଙ୍କ ଉପରେ ଘୁରି ଆସିଲା। ଅବଶେଷରେ ବାହାରେ କି ଭଳି ଏକ ଶବ୍ଦ ହେଲା। ସମସ୍ତଙ୍କ ଦୃଷ୍ଟି ସେହି ଦିଗକୁ ଆକର୍ଷିତ ହେଲା। କାରଣ ନିବୁଜ କୋଠରିର ସେହି ଅଂଶ ଉନ୍ମୁକ୍ତ ହୋଇ ଯାଇଥିଲା, ଆଉ ଜଣେ କଳା ମୂର୍ତ୍ତି ଭିତରକୁ ପ୍ରବେଶ କରିବା ମାତ୍ରେ କାନ୍ଥଟି ପୂର୍ବ ପରି ତାର ଶୂନ୍ୟସ୍ଥାନ ପୂରଣ କରିଗଲା-। ଛାୟାମୂର୍ତ୍ତିଟି ସିଧା ଆସି ତୁଷାରକାନ୍ତିଙ୍କୁ ଅଭିବାଦନ କରି ଛିଡ଼ା ହେଲା। ଏ ଥର ତୁଷାରକାନ୍ତିଙ୍କ ଉଦ୍ବେଗ ଅପସରି ଗଲା। ଆଗନ୍ତୁକକୁ ଲକ୍ଷ୍ୟ କରି ସେ କହିଲେ-ବାହାରର ବ୍ୟବସ୍ଥା ଠିକ୍ ହୋଇଛି? ହଁ, ଫାଷ୍ଟ ଚିଫ୍। ତା ପରମୁହୂର୍ତ୍ତରେ ପୁଣି। ଥରେ ସେହିପରି ଶବ୍ଦ ହେଲା। ଏଥର ଭିତରକୁ ଯିଏ ପ୍ରବେଶ କଲେ, ଅନ୍ୟମାନଙ୍କ ପରି ତାଙ୍କର ସର୍ବାଙ୍ଗ କଳା ପୋଷାକ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ସେଥିରେ ସ୍ୱତନ୍ତ୍ରତା ଯଥେଷ୍ଟ ରହିଥିଲା। ତାଙ୍କର ପ୍ରବେଶରେ ଉପସ୍ଥିତ ସମସ୍ତ ସଦସ୍ୟ ଛିଡ଼ା ହୋଇଗଲେ। ତୁଷାରକାନ୍ତି ତଥା ଆଗନ୍ତୁକଟି ତାଙ୍କ ନିକଟକୁ ଆଗେଇ ଗଲେ। ଅନ୍ୟମାନଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇ ଦଳପତି ଆସନ ଗ୍ରହଣ କରୁ କରୁ କହିଲେ-ମୋର ବିଶ୍ୱାସ, ଆଜି ଏଠାରେ ଯେତେକ ସଦସ୍ୟଙ୍କୁ ଉପସ୍ଥିତ ହେବାର ନିର୍ଦ୍ଦେଶ ଦିଆଯାଇଥିଲା, ସେ ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି। ନା, ବସ। -ଅନୁଚ୍ଚ ସ୍ୱରରେ ତୁଷାରକାନ୍ତି କହିଲେ। ମାନେ? ପ୍ରତ୍ୟେକଙ୍କୁ ନିର୍ଦ୍ଧାରିତ ସମୟ ଭତରେ ନିର୍ଦ୍ଦେଶନାମା ଦିଆଯାଇଥିଲା; ଅଥଚ ଏ ପର୍ଯ୍ୟନ୍ତ ଦଶ ଜଣ ସଦସ୍ୟ ଅନୁପସ୍ଥିତ ରହିଛନ୍ତି। ଦଳପତି କିଛି ସମୟ କଣ ଚିନ୍ତା କରି କହିଲେ-ତୁମର ପୂର୍ବ ଅନୁମାନରେ କିଛି ବ୍ୟତିକ୍ରମ ନାହିଁ, ଫାଷ୍ଟ ଚିଫ୍। ମୁ କିନ୍ତୁ ଆଜିର ବୈଠକକୁ ଯେଉଁମାନେ ଅବହେଳା କରିଛନ୍ତି, ସେମାନଙ୍କୁ କଦାପି କ୍ଷମା ଦେଇପାରିବି ନାହିଁ। ପ୍ରତ୍ୟେକ ସଦସ୍ୟଙ୍କୁ ଏହାର ଲାଭ ଯଥେଷ୍ଟ ପରିମାଣରେ ଦିଆଯାଉଛି; ଅଥଚ ଏ ଭଳି ବିଶୃଙ୍ଖଳା ସେମାନଙ୍କ ନିକଟରୁ ଆଶା କରିବା କୌଣସିମତେ ନିୟମର ଅନ୍ତର୍ଭୁକ୍ତ ନୁହେଁ। ନମ୍ବର ଦଶ! ଦଳପତିଙ୍କର ବଜ୍ରନିର୍ଘୋଷ ଶବ୍ଦରେ ଉପସ୍ଥିତ ସଦସ୍ୟ ମାନଙ୍କ ଭିତରୁ ଜଣେ ଛିଡ଼ା ହୋଇପଡ଼ିଲା। ନମ୍ବର ଆଠ, ଆଜି ଏଠାରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ଚିହ୍ନଟ କରାଯାଇଛି? ତୁଷାରକାନ୍ତିଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକଟି କହି ଉଠିଲା-ହଁ, ବସ। ଯଥାରୀତି ସମସ୍ତଙ୍କୁ ଚିହ୍ନଟ କରାଯାଇଛି, ଆଉ ଯେଉଁମାନେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କର ଲିଷ୍ଟ ଆପଣଙ୍କର ଟେବୁଲ ଉପରେ ରହିଛି। ତାର କଥା ଶେଷ ହେବ ମାତ୍ରେ ଦଳପତି ଟେବୁଲ ଉପରେ ରହିଥିବା ଲିଷ୍ଟ ଉପରେ ଚକ୍ଷୁ ବୁଲାଇବାରେ ଲାଗିପଡ଼ିଲେ। ତା ପରେ ଗମ୍ଭୀର କଣ୍ଠରେ କହିଲେ-''ମୁଁ ଚାହେଁ ଆସନ୍ତା କାଲି ସକାଳ ପୂର୍ବରୁ ଏହି ଦଶ ଜଣ ସଦସ୍ୟଙ୍କୁ ଯେ କୌଣସି ପ୍ରକାରେ ଯେମିତି ମୋ ନିକଟରେ ଉପସ୍ଥିତ କରାଇ ଦିଆଯାଏ, ନମ୍ବର ଦଶ। ଏପରିକି ସେମାନଙ୍କ ଭିତରୁ ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ସେମିତି କିଛି ଅପରାଧର ସୂଚନା ତୁମକୁ ମିଳିଯାଏ, ତା ହେଲେ ସେହି